ଲୋଟିପଡ଼ିଲା। ତଥାପି ହେମଲତା କିଛି ବୁଝିପାରିଲେ ନାହିଁ। ସେ ପୂର୍ବ ଭଳି ସ୍ୱରରେ କହିଲେ ''ତଥାପି ମନ ମାନି ନାହିଁ ଯେ '' ମାତ୍ର ସନ୍ୟାସୀ ନିରୁତ୍ତର। ତାଙ୍କ ଆସ୍ଥାନ ପାଖରେ ଗୋଟାଏ କାଗଜ ପଡ଼ିଥିଲା। ସେହି କାଗଜରେ ସେ ରାମାନନ୍ଦଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ ''ମୋର ଭଗବାନ ମୋ ଅନ୍ତରରୁ ଗତକାଲି ଅନ୍ତର୍ଦ୍ଧାନ ହୋଇଗଲେ। ତେଣୁ ମୋର ରହିବା ଦରକାର କ'ଣ? '' ହେମଲତା ଘରକୁ ଆଉ ଫେରିଲେ ନାହିଁ। ଯେଉଁ ଗିରି ଗୁହାରେ ତାଙ୍କର ବିଶ୍ୱସ୍ତ ପ୍ରେମିକ ସୁଧୀନ୍ଦ୍ର ତାଙ୍କର ପ୍ରେମକୁ ସମ୍ବଳକରି ଶେଷନିଃଶ୍ୱାସ ତ୍ୟାଗ କରିଥିଲେ ସେହି ଗିରିଗୁହା ହେଲା ହେମଲତାଙ୍କ ପବିତ୍ର ସ୍ଥଳ। ସେ ବଞ୍ଚିଥିବା ପର୍ଯ୍ୟନ୍ତ ଆଖି ଲୁହରେ ଭଗବାନଙ୍କୁ ଅନୁଚ୍ଚସ୍ୱରରେ ସର୍ବଦା କହୁଥିଲେ, ''ହେ ଭଗବାନ! ତୁମେ ମୋର ସୁଧୀନ୍ଦ୍ରକୁ ଫେରାଇଦିଅ। '' ଭଙ୍ଗା ଦର୍ପଣ ଜଣେ ହେଲେ ସମର୍ଥକ ନ ଥାଇ ମଧ୍ୟ ମଣିଷ ନିଜକୁ ନେତାଭାବେ ପରିଚୟ ଦେଇ ନେତାଗିରୀ କରେ। ଜୀବନରେ କେବେ ପ୍ରେମ ନ କରି ମଧ୍ୟ ନିଜକୁ ପ୍ରେମିକ କହିହୁଏ। ମିଳନର ମାଧୁର୍ଯ୍ୟ ଉପଲବ୍ଧି ନ କରି ମଧ୍ୟ ବିରହରେ ଆନନ୍ଦ ଥାଏ ବୋଲି ମଣିଷ କହେ। କ'ଣ ପାଇଁ ଯେ ଏମିତି ଶସ୍ତା ଦାମରେ କେତେ କଥା କହି ଜଣେ ଜଣଙ୍କର ମନକୁ ଆକର୍ଷଣ କରିବାକୁ ଚେଷ୍ଟାକରେ ତାହା କେବଳ ସେ ଜାଣେ। ଚିତାଚୈତନ୍ୟଧାରୀ ବୈଷ୍ଣବର ବିଭତ୍ସରୂପ ଯେତେବେଳେ ଦୁନିଆ ଆଖିରେ ପ୍ରକାଶ ପାଇଯାଏ, ସେତେବେଳେ ତାହାର ଆଉ ସମ୍ମାନ ରହେ କି? ତାହାର ଆଉ ଆତ୍ମବଡ଼ିମା ରହେ କି-? ସେ ନିଜର ମନ ପାଖରେ ନିଜେ କ'ଣ ଛୋଟ ହୋଇଯାଏ ନାହିଁ? ନିଜର ଅସଲ ରୂପଟା କ'ଣ, ନିଜର ମନଟା କ'ଣ, ଏହା ବେଶି ଭଲଭାବେ ଜାଣନ୍ତି ଗତିକୃଷ୍ଣ। ତଥାପି ସେ ଶୁଭ୍ରାକୁ ଦେଖିଲେ ଅନେକ ପ୍ରକାର ତତ୍ତ୍ଵ ବଖାଣି କହୁଥିଲେ, ''ଆତ୍ମା ଦେହପରି ବାରମ୍ବାର ଜନ୍ମଗ୍ରହଣ କରେନାହିଁ। ତେଣୁ ଆତ୍ମାର ଶାନ୍ତି ଥରେ ନଷ୍ଟ ହୋଇଗଲେ ସବୁ ଜନ୍ମପାଇଁ ସେ ଦହଗଞ୍ଜ ହୁଏ। କୌଣସି ଜନ୍ମରେ ସେ ଶାନ୍ତି ପାଏ ନାହିଁ। ଅଶାନ୍ତ ଆତ୍ମା ଯୋନି ପରେ ଯୋନି ଭ୍ରମଣ କରେ। ତଥାପି ସେ ଶାନ୍ତି ପାଇପାରେ ନାହିଁ। ଯେତେବେଳେ ମଣିଷକୁ ବିଶ୍ୱବ୍ରହ୍ମାଣ୍ଡ ଅସୁନ୍ଦର ଦେଖାଯାଏ, ସେତେବେଳେ ଅଶାନ୍ତ ଆତ୍ମାର ଆର୍ତ୍ତନାଦ ତା'ର କାନରେ ବାଜେ। ସେ ନିଜର ସ୍ଥାୟିତ୍ୱକୁ ଉପଲବ୍ଧି କରିପାରେ ନାହିଁ। ତେଣୁ ସେ ଅନ୍ଧବିଶ୍ୱାସ ରଖି ମାଟି, ଗୋଡ଼ି, କାଗଜ, କାଠ, ପଥରକୁ ଭଗବାନ କହି ପୂଜାକରେ ଏବଂ ଅନେକ ଅଶ୍ଳୀଳ ପୁସ୍ତକରୁ କେତେକ ପଂକ୍ତି ଉଦ୍ଧାର କରି ଦୁନିଆରେ ଦେଖାଇହୁଏ ଯେ ସେ ଜଣେ ଆତ୍ମଦର୍ଶୀ ମଣିଷ। '' ଗତିକୃଷ୍ଣ ପାଖରୁ ଏହି ମୂଲ୍ୟବାନ ତଥ୍ୟଗୁଡ଼ିକ ଶୁଣି ଶୁଣି ଶୁଭ୍ରା କ୍ରମେ କ୍ରମେ ଗତିକୃଷ୍ଣ ଆଡ଼କୁ ଢଳିପଡ଼ିଲା। ସେ ଭାବୁଥିଲା, 'ଗତିକୃଷ୍ଣ ଜଣେ ଅସାମାନ୍ୟ ମଣିଷ, ବିରାଟ ବ୍ୟକ୍ତିତ୍ଵ ତାଙ୍କର ଅଛି। ସେ ପାର୍ଥିବ ଜଗତଠାରୁ ଅଛନ୍ତି ବହୁ ଦୂରରେ। ପଙ୍କରୁ ପଦ୍ମ ଜନ୍ମହୋଇଥାଏ ସତ, ମାତ୍ର ସେ ପଙ୍କପରି ଆବିଳ ନୁହେଁ। ସେହିପରି ପଞ୍ଚମନ ଓ ପଚିଶ ପ୍ରକୃତିକୁ ଘେନି ଗତିକୃଷ୍ଣ ଜନ୍ମ ହୋଇଛନ୍ତି ସତ୍ୟ; ମାତ୍ର ସେ ଇନ୍ଦ୍ରିୟମାନଙ୍କର ବଶୀଭୂତ ନୁହନ୍ତି। ରକ୍ତମାଂସର ଦେହ ଅନ୍ୟ ଗୋଟିଏ ରକ୍ତମାଂସର ଦେହ ଖୋଜେ, ଏହା ଦେହର ସ୍ୱଭାବ। କିନ୍ତୁ ବିଜ୍ଞବ୍ୟକ୍ତି ସେହି ଦେହଟାକୁ ବଡ଼ ବୋଲି ବିବେଚନାକୁ ଆଣିପାରେ ନାହିଁ। ଏହା ଯଦି ସତ୍ୟ ହୋଇନଥାନ୍ତା, ତେବେ କଥା ପଦକରେ ଗତିକୃଷ୍ଣ ହଠାତ୍ ଏପରି ବଦଳି ଯାଇଥାନ୍ତେ କିପରି? କାହିଁ ସେ ତ ଆଉ କେବେହେଲେ ଶୁଭ୍ରାକୁ ଅତି ନିକଟରେ ପାଇବାକୁ ମୋଟେ ବ୍ୟସ୍ତ ହେଉନାହାନ୍ତି? ' ପ୍ରଥମ ସାକ୍ଷାତ କାଳରେ ଏହି ଗତିକୃଷ୍ଣ ଶୁଭ୍ରାକୁ ଦେଖିଲାକ୍ଷଣି ତନ୍ମୟ ହୋଇଯାଇଥିଲେ। ଶୁଭ୍ରାର ଲୋଭନୀୟ ଦେହଟି ଦେଖି ତାଙ୍କର ରକ୍ତ ଉଷ୍ମପ୍ରସ୍ରବଣର ପାଣିପରି ଗରମ ହୋଇଯାଇଥିଲା। ତାଙ୍କର ଆଖି ଦୁଇଟି ଶିକାରୀ ସିଂହର ଆଖିପରି ଜଳିଉଠିଥିଲା। କଣ୍ଠ ତାଙ୍କର ରୁଦ୍ଧ ହୋଇଆସିଥିଲା ଏବଂ ସେ ଯଥେଷ୍ଟ ଭାବପ୍ରବଣ ହୋଇଯାଇଥିଲେ। ସେତେବେଳେ ଗତିକୃଷ୍ଣର ମାନସିକ ଅବସ୍ଥା ଲକ୍ଷ୍ୟକରି ଶୁଭ୍ରା ଯଥେଷ୍ଟ ଆମୋଦ ଅନୁଭବ କରିଥିଲା ଏବଂ ସେ ଗତିକୃଷ୍ଣ ନିକଟକୁ ଚାଲିଆସିଥିଲା କେବଳ ତାଙ୍କୁ ବନ୍ଧୁଭାବରେ ଗ୍ରହଣ କରିବା ପାଇଁ। ଗତିକୃଷ୍ଣ ଶୁଭ୍ରାକୁ ନିଶ୍ଚଳ ଆଖିରେ ଅନେଇଥିଲେ ଏବଂ ପଚାରିଥିଲେ ''ତୁମେ କିଛି ବୁଝିପାରୁଛ ଶୁଭ୍ରା? '' ସଙ୍ଗେ ସଙ୍ଗେ ସେ ପଚାରିଥିଲେ, ''ଏଇ ପ୍ରାଣଟା? '' ଶୁଭ୍ରା ତତ୍କ୍ଷଣାତ ଉତ୍ତର ଦେଇଥିଲା, ''ଆଉ ଗୋଟାଏ ପ୍ରାଣ ଚାହେଁ। '' ''ଆଉ ଏଇ ହୃଦୟଟା? '' ଏତିକି କହି ଗତିକୃଷ୍ଣ ପୁଣି ଅନାଇଥିଲେ ଶୁଭ୍ରାକୁ।